ଦିବ୍ୟେନ୍ଦୁ ଅଳକାଙ୍କ ପିଠିରେ ହାତ ରଖିଲେ। ଆଖିରେ ସ୍ନେହ ଭରି ଚାହିଁଲେ ସିଏ ଅଳକାଙ୍କ ମେଘ ମେଦୁର ମୁହଁଟିକୁ। କହିଲେ ତୁ ଖାଲି ସବୁବେଳେ କାନ୍ଦୁଥିବୁ? ସଭିଙ୍କ ପାଇଁ ହୃଦୟରେ ତୋର ମମତା, ଆଉ ସଭିଙ୍କ ପାଇଁ ଆଖିରେ ତୋର ଲୁହ। ନା, ଗଲୁ ମା', ଗଲୁ, ମୋ ପାଇଁ ପାନେ ଦୁଇ ଚାରିଖଣ୍ଡ ନେଇ ଆସିବୁ। ମଥା ପୋତି ଧୀରେ ଧୀରେ ଚାଲିଗଲେ ଅଳକା। ଦିବ୍ୟେନ୍ଦୁ ତାଙ୍କର ସ୍ୱଭାବ ସୁଲଭ ଗୁଣରେ ପରିସ୍ଥିତିକୁ ଏକବାରେ ହାଲୁକା କରି ଦେଲେ। କହିଲେ ଆସିଲ ସମୁଦି, ଆସିବଟି ଟିକିଏ। ସେଇ ଯେଉଁ ବଡ଼ ଚାନ୍ଦୁଆଟା ନୁହେଁ ସେଇଟା କେଉଁଠି ଟାଙ୍ଗିଲେ ସୁବିଧା ହେବ କହିଦେବଟି ଆସି। ଏଡ଼େ ବଡ଼ କାମ ଦିନଟାରେ କିଛି ଗୋଟେ ଦାୟିତ୍ୱ ନ ନେଇ ଏଠି ଗୋଟେ ଚୁପ୍‌ଚାପ୍ ହୋଇ ବସିଛନା? ଆଉ ଝିଅଟା ଏତେଦିନ ପରେ ଆସିଲା ଯେ ତାକୁ ଗୋଟେ କନ୍ଦାଇ ଦେଲା୍। ଯେତେ ଯେତେ ବୁଢ଼ା ହେଉଛି ସେତେ ସେତେ ବୁଦ୍ଧି ହେଉଛି, ନା? କରୁଣ ହସିଲେ କନକନାରାୟଣ। କହିଲେ ସମୁଦି, ମୋ ସ୍ୱଭାବର ସ୍ତ୍ରୀଲୋକ ପେଟରୁ ସେ ଯଦି ଜନ୍ମ ହୋଇଥାନ୍ତା, ତାହେଲେ କ'ଣ ଏପରି ସେ କାନ୍ଦି ଜାଣନ୍ତା? ସେ ଆସିଛି ଛାୟା ପେଟରୁ। ଛାୟାର ସବୁ ଗୁଣ ନେଇ। ଛାୟା ଥିଲା ଠିକ୍ ଏମିତି ସ୍ୱଭାବର। ଏମିତି ନରମ, ଏମିତି ସ୍ନେହଶୀଳା, ଆଉ କରୁଣମୟୀ। କଥା ସାରି ଧୀରେ ଧୀରେ ଉଠି ପଡ଼ିଲେ କନକନାରାୟଣ। ପାଦ ପାଦ କରି ଆଗେଇ ଗଲେ ସିଏ ଦିବ୍ୟେନ୍ଦୁଙ୍କ ସାଥିରେ ଦିବ୍ୟେନ୍ଦୁଙ୍କ ହାତ ଧରି। ସରିଗଲା ତନୁଶ୍ରୀର ବିବାହ। ସ୍ତବ୍ଧ ହୋଇ ଆସିଲା ଆନନ୍ଦପୂର୍ଣ୍ଣ କୋଳାହଳମୟ ଘରଟି। ଏଥର ବିଦାୟ ପାଲା। ଘର ଛାଡ଼ି ଆଜି ଚାଲିଯିବ ତନୁ। ଯେମିତି ଦିନେ ଏ ଘରକୁ ଚାଲି ଆସିଥିଲା ମୌସୁମୀ। ପ୍ରତିଟି ମୁହଁରେ ଛାଇ ଯାଇଛି କାରୁଣ୍ୟର କୁହୁଡ଼ି। ମଉଳି ଗଲେ ଘରର ଆଲୋକ, ଆଉ ଝାଉଁଳି ଗଲେ ସାଜସଜ୍ଜା। ଇନ୍ଦ୍ରଭୁବନ ତୁଲ୍ୟ ଦିଶୁଥିଲା ଯେଉଁ ଘର, ସେ ଘର ନିଷ୍ପ୍ରତ୍ହ ହୋଇ ଗଲା କେଉଁ ମାୟାବୀର ମନ୍ତ୍ର ବଳରେ। ଜଣେ ଖାଲି ନିର୍ବିକାର। ସେ ହେଲେ ତନୁର ସ୍ନେହହୀନ, ନିଷ୍ଠୁର ଭାଇନା ମନୋରଞ୍ଜନ। ସେଇ ମନୋରଞ୍ଜନ ଯେତେବେଳେ ନାନା ପ୍ରକାର କାମରେ ଅକ୍ଳାନ୍ତ ପରିଶ୍ରମ କରି ଘୂରି ବୁଲୁଥିଲେ ଘର ସାରା, ଠିକ୍ ସେତିକିବେଳେ ଭଉଣୀର ଶୁଖିଲା ମୁହଁର ଅଶ୍ରୁ ଢଳ ଢଳ ଆଖି ଯୋଡ଼ିକ ଭାସି ବୁଲୁଥିଲା ତାଙ୍କରି ପଛେ ପଛେ। ବିବ୍ରତ ବୋଧ କରୁଥିଲେ ମନୋରଞ୍ଜନ ନିଜର ଅଜାଣତରେ। ହାତ ଯୋଡ଼ିକି ତାଙ୍କର ବେଳେ ବେଳେ ଅଟକି ଯାଉଥାଏ ପ୍ରୟୋଜନୀୟ କାର୍ଯ୍ୟରୁ। ସେ କିପରି ଅନ୍ୟମନସ୍କ ହୋଇ ପଡ଼ୁଥାନ୍ତି। କେହି ଜଣେ ତାଙ୍କ ଉପରେ ବିରକ୍ତି ହୋଇ ଉଠିଲେ ସେ ଚେତନା ଲିଭି ପୁଣି କାମରେ ମନ ଦିଅନ୍ତି। ପୁଅର ସେଇ ଭାବକୁ ମନଯୋଗ ଦେଇ ଲକ୍ଷ୍ୟ କରୁଥାନ୍ତି ଦିବ୍ୟେନ୍ଦୁ। ପରିପୂର୍ଣ୍ଣ ହୋଇଯାଏ ହୃଦୟ ତାଙ୍କର। ଝଲମଲ ହୋଇ ଉଠେ ବ୍ୟଥାୟୀତ ଦୁଇଟି ଆଖି। ହାଲୁକା ହୋଇଯାଏ ତାଙ୍କର ଓଜନିଆ ମନଟା। କାରଣ, ହୃଦୟ ତାଙ୍କର ଆଦୌ ଚାହୁଁ ନଥିଲା ଯେ ଗୋଟିଏ ବୋଲି ଭଉଣୀ ପ୍ରତି ଭାଇ ତା'ର ଆଜି ପରା ଦିନରେ ଏହିପରି ନିଷ୍ଠୁର ହୋଇ ରହୁ ବୋଲି। ପୁଅ ଆଖିରେ ବେଳେ ବେଳେ ସେ ଲୁହ ବି ଦେଖିଛନ୍ତି। ଯେତେବେଳେ ବେଦୀ ଉପରେ ବସି ସେ କନ୍ୟା ସମର୍ପଣ କଲେ, ସେତିକିବେଳେ ସେ ଭଲ କରି ଦେଖିଛନ୍ତି ଯେ, ମନୁ ତା'ର ଦୁଇ ଆଖିରେ ପାଣି ଭରି ଘୁଞ୍ଜି ଗଲା ହୋଇ ସେ ଖୁଣ୍ଟ ଆଢ଼ୁଆଳକୁ। ଆଉ ହାତର ଓଲଟା ପିଠିରେ ସେ ଆଖି ପୋଛିଲା। କାହିଁକି ସେ ଅନ୍ଧାରିଆ ଜାଗାକୁ ଯାଇଥିଲା ସିଏ। କାହିଁକି ସେ ଲୁଚିଥିଲା ସେଠି। ନିଶ୍ଚୟ ସେ କାନ୍ଦୁଥିଲା। ଏଇ କଥା ଭାବି ଆଜି ପରା ଏଇ ଦୁଃଖରେ ଦିନରେ ବି ଦିବ୍ୟେନ୍ଦୁଙ୍କ ମନ ପରମ ଆନନ୍ଦରେ ପରିପୂର୍ଣ୍ଣ ହୋଇ ଗଲା। ଆଖିରୁ ତାଙ୍କର ଝରି ଆସିଲା ଆନନ୍ଦର ଅଶ୍ରୁଧାରା। କାନ୍ଦୁଛନ୍ତି ଅପରାଜିତା। ନିଜ ଛାତି କଲିଜାରୁ ନିଜ ହାତରେ ସେ ଓପାଡ଼ି ଦେବାକୁ ଯାଉଛନ୍ତି। କାନ୍ଦି କାନ୍ଦି ବହୁତ ଥର ସେ ମୂର୍ଚ୍ଛା ଗଲେଣି। ସମସ୍ତେ କାନ୍ଦୁଛନ୍ତି। ଖାଲି କାନ୍ଦୁ ନାହାନ୍ତି ଦିବ୍ୟେନ୍ଦୁ। ସେ ଚାହିଁଥିଲେ ମନୋରଞ୍ଜନଙ୍କ ଆଖିରେ ଲୁହ ଦେଖିବେ ବୋଲି। ସେ ଲୁହ ସେ ଦେଖିଛନ୍ତି। ଆତ୍ମା ତାଙ୍କର ଆନନ୍ଦରେ ବିଭୋର ହୋଇ ରହିଛି। ତେଣୁ ଲୁହ ପରିବର୍ତ୍ତେ ଆଖିରେ ତାଙ୍କର ଆନନ୍ଦର ଜୁଆର। ପାଖେଇ ଆସିଲା ବିଦାୟର ସମୟ। ମୌସୁମୀ ଆଉ ଅଳକା ଖୁବ୍ ଚେଷ୍ଟା କରୁଛନ୍ତି ତନୁଶ୍ରୀକୁ ସଜାଇ ଦେବାକୁ। କିନ୍ତୁ ପାରୁ ନାହାନ୍ତି। ତନୁ ଆଖିର ଲୋତକ ସୁଅରେ ଥର ଥର କରି ଭାସି ଯାଉଛି କଜ୍ଜଳର ସୂକ୍ଷ୍ମଗାର।